ବର୍ଣ୍ଣନାଧର୍ମ୍ମୀ ସାହିତ୍ୟ-ଜୀବୀ ଏତକ ମୋଟେ ପାଇପାରେ ନାହିଁ। ବର୍ଣ୍ଣନାଧର୍ମ୍ମୀ ଲେଖକ ହୁଏ ସଂସ୍କାରବାଦୀ ଓ ନୀତିବାଦୀ। ସେ କ'ଣ ଚାହେଁ ସଂସାରର ଉନ୍ନତି ଓ ସମସ୍ତଙ୍କର ସୁଖ? ଆମ ଓଡ଼ିଆ ସାହିତ୍ୟରେ ସାମଗ୍ରିକ ଉନ୍ନତି ଓ ସମସ୍ତଙ୍କର ସୁଖକୁ ସର୍ବାନ୍ତଃକରଣରେ କାମନା କରୁଛି କିଏ? ଲେଖିଲାବେଳେ ସହି ଲେଖା ଦ୍ୱାରା ମୋର ମଙ୍ଗଳ ନ ହୋଇ ଅପରର ମଙ୍ଗଳ ହେଉ-ଏହି କାମନା କିଛି ଅଂଶରେ ସମୀକ୍ଷକ ଓ ଗବେଶକ କରିଥାନ୍ତି। ଭଲ ପ୍ରକୃତିର ଲୋକ ହୁଏ ତ କିଛି କିଛି ଏହି ସମୁହ କାମନା କରିଥାଏ। ଏହି ଲୋକଙ୍କୁ ପାଇବା କଷ୍ଟ। ସେମାନେ ଅଛନ୍ତି। ଊଣା ଅଧିକେ ଅନେକ ଲୋକ ଏହି ଗୁଣର ଅଧିକାରୀ। କିନ୍ତୁ ନିଜେ ପ୍ରତିଦ୍ୱନ୍ଦୀ ପର୍ଯ୍ୟାୟରେ ଥିଲେ ଏହି ଗୁଣ ଲୋପ ପାଇଯାଏ। -ପାଇବାର କଥା ମଧ୍ୟ। ଶିଳ୍ପୀ ବିମ୍ବାଧର ବର୍ମାଙ୍କର ଅପରର ଲେଖା ପ୍ରତି ବିଦ୍ୱେଷ ନ ଥିଲା। ଡକ୍ଟର ମହତାବଙ୍କର ଅପରର ସାହିତ୍ୟ କୃତି ପ୍ରତି ବିରୋଧ ନାହିଁ। ମାସିକ ପତ୍ରିକାର ସମ୍ପାଦକମାନଙ୍କର ମଧ୍ୟ ବିରୋଧ ନ ଥାଏ। କିନ୍ତୁ କ୍ରିୟାଶୀଳ, ସୃଷ୍ଟିଶୀଳ ସାହିତ୍ୟିକମାନଙ୍କ ମଧ୍ୟରେ ଅପରର ଭଲ ହେଉ-ଏହି କାମନାଟି ଆଣିବା ଅତି କଷ୍ଟସାଧ୍ୟ। ତାହାଛଡ଼ା ଜାତୀୟ ଚରିତ୍ରର ଗୋଟିଏ ଲକ୍ଷଣ ମଧ୍ୟ ବିଚାରକୁ ନିଆଯିବା ଉଚିତ୍। ହିନ୍ଦି ଓ ବଙ୍ଗଳା ଭାଷାରେ ଲେଖକଙ୍କର ଲେଖା ପାଇଁ ବିପୁଳ ସମର୍ଥନ ମିଳିଥାଏ। କାରଣ ସେଠାରେ ଲେଖକର ସଂଖ୍ୟା ତୁଳନାରେ ପାଠକଙ୍କର ସଂଖ୍ୟା ବହୁତ ଅଧିକ। ଲେଖକ ଓ ପାଠକଙ୍କର ମଧ୍ୟରେ ବିରୋଧ ନ ଥାଏ। ଓଡ଼ିଆ ସାହିତ୍ୟରେ ବିଦଗ୍ଧ ପାଠକ ଓ ଲେଖକ ପ୍ରାୟ ସମାନ ପର୍ଯ୍ୟାୟର। ପାଠକ ସଂଖ୍ୟା ଅତି ଅଳ୍ପ ଥିଲା। ଏବେ ପଚିଶି ତିରିଶି ବର୍ଷ ପରେ ପାଠକ ସଂଖ୍ୟା। ବଢ଼ିଛି। କିନ୍ତୁ ଯେଉଁ ହାରରେ ଲେଖକ ବଢ଼ିଛନ୍ତି ସେହି ଅନୁପାତରେ ଉପଯୁକ୍ତ ପାଠକ ବଢ଼ି ନାହାନ୍ତି। ତେଣୁ ଓଡ଼ିଆ ସାହିତ୍ୟ ସମାଜର ପରିସର ମଧ୍ୟରେ ଶିଳ୍ପୀ ବେଶି ଓ ଶିଳ୍ପପ୍ରେମୀ ସେତେ ସଂଖ୍ୟାଧିକ ନୁହନ୍ତି। ଯିଏ, ଲେଖେ, ତାହାର ସମଧର୍ମୀମାନଙ୍କ ପ୍ରତି ବିରକ୍ତି ଭାବ ଯେ, ଆର ଲୋକଟା ଗୁଡ଼ାଏ ଏଣୁତେଣୁ ଲେଖୁଛି। ଏହି ସମ୍ଭାବନାର ଯଥେଷ୍ଟ ପ୍ରତିଶୃତି ଥିବାରୁ ଏଠି ପାଠକ ଓ ଲେଖକ ମଧ୍ୟରେ ସମ୍ବନ୍ଧ ସେତେ ସହାନୁଭୂତିଶୀଳ ନୁହେଁ। ଓଡ଼ିଆ ଲେଖକ ଏହି କାରଣରୁ ଅପରର ମତାମତ ଦ୍ୱାରା ଚଳେ ନାହିଁ। ପୁଣି ମଧ୍ୟ ଅପରର ମତ ନେବାକୁ ଚେଷ୍ଟା କରେ। ଓଡ଼ିଆ ପାଠକର ମତାମତ ନେବାକୁ ସେ ବିମୁଖ। କିନ୍ତୁ ଅନ୍ୟ ଭାଷାଭାଷୀ ପାଠକର ମତାମତ ପାଇଁ ଆଗ୍ରହୀ। ଉପଯୁକ୍ତ ପାଠକ ହେବା ପାଇଁ ଯେତେଖଣ୍ତ ଓ ଯେତେ ପ୍ରକାରର ବହି ଦରକାର ସେତକ ଏଠି ନଥିଲା। ଏବେ ତେସ୍ତରୀ ମସିହାରେ ମଧ୍ୟ ନାହିଁ। ପ୍ରକାରଭେଦରେ ବିଭିନ୍ନ ଶ୍ରେଣୀର ଲେଖକ ମଧ୍ୟ ନାହାନ୍ତି। ଜଣେ ଯାହା କରେ ଅଧିକାଂଶ କ୍ଷେତ୍ରରେ ଦଳେଦଳେ ସେହି କଥା କରୁଥାନ୍ତି। ଗୋପୀନାଥବାବୁ ବଡ଼ ବହି ଲେଖିଲେ। ସେଇଠୁ କାହ୍ନୁଚରଣବାବୁ ଲେଖିଲେ। ମହାପାତ୍ର ନୀଳମଣି ଲେଖିଲେ। ବିଭୁତିବାବୁ ଲେଖିଲେ। ଅନ୍ୟମାନେ ମଧ୍ୟ ଆରମ୍ଭ କଲେ। ଏହି ମୋଟା ସାଇଜର ବହି ହଠାତ୍ ଓଡ଼ିଶାରେ ବଢ଼ିଗଲା। ବିଶେଷ ପରିମାଣରେ ଷାଠିଏ ମସିହାରୁ ପାଞ୍ଚବର୍ଷ ଯାଏ ହେଲା। ଯିଏ ୟାକୁ ସହି ପାରିଲେ ନାହିଁ ପ୍ରଚାର କରିଦେଲେ ଯେ ମୋଟା ବହିର ଭିତରେ ଖୋଲ କରା ହୋଇ ସେଥିରେ ଅବକାରୀ ଦ୍ରବ୍ୟ ଚାଲାଣ ହେଉଛି। କିନ୍ତୁ ମୋଟା ବହିର ଆସକ୍ତି ହଠାତ୍ ପଞ୍ଚଷଠି ମସିହାରୁ କମିଗଲା। ପୁଣି